ତୁମେ ଠିକ୍ ସମୟରେ ପହଞ୍ଚି ନ ଥିଲେ ମୋତେ ବିଶେଷ ଅସୁବିଧାର ସମ୍ମୁଖୀନ ହେବାଙ୍କୁ ପଡ଼ିଥାଆନ୍ତା, ଜୟନ୍ତ। ଏବେ ରାତି ଗୋଟାଏ। ତୁମ ହାତରେ ଆଉ ମାତ୍ର ତିରିଶ ମିନିଟ.. ଆଉ ଏହି ଅଭିଯାନରେ ଆମେ ଯଦି ଜୟଯୁକ୍ତ ହୋଇଉଠୁ ତା ହେଲେ ଆପଣ କଣ ଭାବୁଛନ୍ତି ଆମେ ତନ୍ନ ତନ୍ନ କରି ପରୀକ୍ଷା କରି ସାରିବା ପରେ ଆମ ଦୃଷ୍ଟି ଶକ୍ତିରେ ନିଶ୍ଚୟ କେଉଁଠି ବ୍ୟତିକ୍ରମ ରହି ଯାଇଥିଲା? ତାହା ଅସ୍ୱୀକାର କରିବା ଭଳି ଅବସ୍ଥାରେ ଏବେ ମୁଁ ନାହିଁ ଜୟନ୍ତ। ମୋର ବି ସେତେବେଳେ ଧାରଣା ହୋଇଥିଲା ନିଶ୍ଚୟ ଆମର ଅଲକ୍ଷ୍ୟରେ ବି କେଉଁଠି ଏକ ସୂତ୍ର ରହିଯାଇଛି-। ଯାହା ଫଳରେ ଆମେ ନିରାଶା ପରେ ନିରାଶାର ସମ୍ମୁଖୀନ ହେଉଛେ। ଆଉ ଦସ୍ୟୁ ଅଜୟ ଏ ଥର ଶତ୍ରୁଜିତ ହସିଲେ। ଦସ୍ୟୁ ଅଜୟ ଯେ କିଏ ଆଉ ସେ କେଉଁଠାରେ ଏ ଭଳି ଲୁକ୍କାୟିତ ଭାବରେ ରହିପାରୁଛି, ତାହାର ସୂତ୍ର ମୁଁ ଏହି କୋଠରି ଭିତରୁ ଆବିଷ୍କାର କରି ପାରିବି। ମାନେ ସେ ଯେଚେ ଚତୁରତାର ସୀମା ଅତିକ୍ରମ କଲେ ମଧ୍ୟ ତାକୁ ଆବିଷ୍କାର କରିବାର ଏକ ସରଳ ପଥ ମୁଁ ନିଶ୍ଚିତ କରିଦେଇଛି। ତଥାପି ମୋର ଅନୁମାନ ଯେ କେତେଦୂର ସଫଳତା ଲାଭ କରିବ, ମୁଁ ଭାବିପାରୁ ନାହିଁ। ତେବେ ତୁମେ ବ୍ୟସ୍ତ ହୁଅ ନାହିଁ ଜୟନ୍ତ। କିନ୍ତୁ ତୁମ କାମର ସଫଳତା ତୁମରି ଉପରେ ନିର୍ଭର କରେ। ଯେଉଁ ଦଳର କର୍ମକର୍ତ୍ତାମାନେ ଏତେ ବିଜ୍ଞ ଆଉ ଯେଉଁମାନଙ୍କର ଏକ ନିର୍ଦ୍ଧାରିତ କର୍ମପନ୍ଥା ରହିଛି, ସେଠାରେ ଯଦି ତୁମକୁ ଚାନ୍ସ ମିଳେ ତା'ର ସଦୁପଯୋଗ କରିବାର ସୁବିଧାରୁ ବଞ୍ଚିତ ହେବ ନାହିଁ। ତା ପରେ ହାତଘଣ୍ଟାକୁ ଚାହିଁ ଶତ୍ରୁଜିତ ସେ କକ୍ଷ ପରିତ୍ୟାଗ କଲେ, ଆଉ ଯେତେବେଳେ। ଫେରି ଆସିଲେ, ସେ ଆଉ ଶତ୍ରୁଜିତ ଭାବରେ ନ ଥିଲେ। ଜୟନ୍ତ ତାଙ୍କୁ ଅନାଇ ହସିଲେ। ଆପଣଙ୍କର ପରିକଳ୍ପନା ଚମତ୍କାର। ଜୟନ୍ତ ଆଉ କଣ କହିଆସୁଥିଲେ, ହଠାତ୍ ଟେଲିଫୋନ ରିଂ ହେବାରୁ ଜୟନ୍ତ ରିସିଭର ଉଠାଇବାକୁ ଯାଉଥିଲେ; କିନ୍ତୁ ଶତ୍ରୁଜିତ ତାଙ୍କ ହାତ ଧରି ଅଟକାଇ ନେଲେ। ଟେଲିଫୋନ ଯନ୍ତ୍ର ସେହିଭଳି ଭାବରେ ଶଦ୍ଦାୟିତ ହେଉଥିଲା। କେତେକ ମୃହୂର୍ତ୍ତ ପରେ ରିସିଭର ଉଠାଇଲେ ଶତ୍ରୁଜିତ। ଅନ୍ୟ ପାର୍ଶ୍ୱରୁ ନାରୀକଣ୍ଠର ବିକଳ ଚିତ୍କାର ଶୁଣା ଯାଉଥିଲା-ମୋତେ ରକ୍ଷା କରନ୍ତୁ। ଏ କୋଠରିରୁ ବାହାରକୁ ବାହାରିବାର ମୋର ଉପାୟ ନାହିଁ। କିଏ ତୁମେ କେଉଁଠୁ କହୁଛ? -ଶତ୍ରୁଜିତଙ୍କ ବିସ୍ମିତ କଣ୍ଠସ୍ୱର ଗୁଞ୍ଜରି ଉଠିଲା। ଲିଙ୍କ୍ ରୋଡ଼ସ୍ଥ ହଳଦିଆ କୋଠାରୁ। ଏ କୋଠା ଭିତରେ କେହି ନାହାନ୍ତି। ମୋତେ ବିଶେଷ ଭୟ ଲାଗୁଛି। ତୁମେ କିଏ? ସେମାନେ ମୋ ପଛେ ପଛେ ଧାଇଁଥିଲେ। କେଉଁ ମୁହୂର୍ତ୍ତରେ ଯେ ଏଠାକାର ସନ୍ଧାନ ପାଇଯିବେ। ଦୟାକରି ମୋତେ ରକ୍ଷା କରନ୍ତୁ। ରିସିଭର ରଖି ଶତ୍ରୁଜିତ ହସି ଜୟନ୍ତଙ୍କୁ ଅନାଇ କହିଲେ-ଆଉ ଅବହେଳା କର ନାହିଁ ବନ୍ଧୁ। ଯେତେ ଶୀଘ୍ର ପାର.. ଜୟନ୍ତ ବାହାରିଗଲେ। ତା ପରେ ରତନାକୁ କେତେକ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇ ନିଜକୁ ଅତି ସତର୍କିତ ଭାବରେ ସେହି ଅନ୍ଧକାର ଭିତରେ ହଜାଇ ଦେଲେ ଶତ୍ରୁଜିତ। ନିବିଡ଼ ଅନ୍ଧକାର ଭିତରେ ଲିଙ୍କ୍ ରୋଡ଼ସ୍ଥ ସେହି ଅଟ୍ଟାଳିକାଟି ଘୁମାଇ ପଡ଼ିଥିଲା। ପ୍ରାସାଦର ଉତ୍ତର ପାର୍ଶ୍ୱର ବଗିଚାର ଧାରେ ଧାରେ ଅତି ସତର୍କ ଭାବରେ ଗତି କରୁଥିଲେ ଶତ୍ରୁଜିତ-। ଅନ୍ଧକାରରେ ନିଜର ଶରୀର ମଧ୍ୟ ନିଜକୁ ଦୃଷ୍ଟିଗୋଚର ହେଉ ନ ଥିଲା। ଖୁବ୍ ସତର୍କତା